ସମ୍ଭବତଃ ସେହି ଅଫିସରଟି ତାଙ୍କ ଫେରି ଆସିବାର ଖବର ଏ ପର୍ଯ୍ୟନ୍ତ ଜାଣି ନଥିବ। ନହେଲେ ତାଙ୍କ ପରି ଜଣେ ସମ୍ମାନାସ୍ପଦ ବ୍ୟକ୍ତିଙ୍କ ଘର ପଛପଟ ଏତେ ଅପରିଷ୍କାର ରହି ନଥାନ୍ତା! ମ୍ୟୁନିସିପାଲିଟିର ଏକ୍‌ଜିକ୍ୟୁଟିଭ ଅଫିସର ଓ ହେଲ୍‌ଥ ଅଫିସର ଉଭୟେ ଏତେ ଧୈର୍ଯ୍ୟର ସହ ତାଙ୍କର ସମାଲୋଚନାକୁ ବରଦାସ୍ତ କରିଥିଲେ ଯେ ତାହା ଅନୁଭବ କରି ସେ ନିଜେ ନରମି ଯାଇଥିଲେ। ସେମାନେ ମଧ୍ୟ ତାଙ୍କ ପରି ଦାନ୍ତ ଚିପି ଚିପି ହସୁଥିଲେ ଓ ଆଦୌ ରାଗୁ ନଥିଲେ। ମନ୍ମଥ କୁମାର ଫେରି ଆସିଲେ। ତାଙ୍କୁ ନିଶ୍ଚିତ ପ୍ରତିଶ୍ରୁତି ମିଳିଥିଲା, ରାସ୍ତା ଉପରୁ ମଇଳା ଗଦା ହଟେଇ ନିଆଯିବ। ମାତ୍ର ସପ୍ତାହକ ପରେ ସୁଦ୍ଧା ତାହା ହଟିଲା ନାହିଁ। ଦଶ ଦିନ ପରେ ମଧ୍ୟ କେହି ଆସି ତାଙ୍କୁ ଗୋଟାଏ ନାଗରିକ ସମ୍ବର୍ଦ୍ଧନା ଦେବାର ପ୍ରୟୋଜନ ପ୍ରସଙ୍ଗ ଆଲୋଚନା କଲା ନାହିଁ। ମନ୍ମଥ କୁମାର ଏ ସହରର ଲୋକମାନଙ୍କର ଅଜ୍ଞତା ଏବଂ ମ୍ୟୁନିସିପାଲିଟିର ଅସାମର୍ଥ୍ୟକୁ ଦୟା କରୁଥିଲେ। ସେ ମନେ ମନେ ସ୍ଥିର କରୁଥିଲେ, ଏଭଳି ଗୋଟିଏ ଘଟଣା କିଛି ଘଟିବା ଦରକାର, ଯାହାଦ୍ୱାରା ସମସ୍ତେ ଏକ ସମୟରେ ତାଙ୍କ ଆଡ଼କୁ ବୁଲି ଚାହିଁବେ। ସମୟ ଗଡ଼ି ଚାଲିଥିଲା। ତାଙ୍କର ଦିନ ଏବଂ ରାତିଗୁଡ଼ିକ କ୍ରମେ ଗୋଟାଏ ଅଦୃଶ୍ୟ ରୁଟିନ୍‌କୁ ଜଗି ଚଳିଲା ପରି ତାଙ୍କର ହୃଦବୋଧ ହେଉଥିଲା। ଦିନସାରା ସେ ଗୋଟାଏ ଆରାମ ଚଉକୀ ଉପରେ ବସି ରହୁଥିଲେ ଓ ଖବରକାଗଜ ପଢ଼ୁଥିଲେ। ମାତ୍ର ସେଥିରେ ମଧ୍ୟ କ୍ରମେ ସମସ୍ୟା ଦେଖାଦେବାକୁ ଆରମ୍ଭ କଲା। ନିରସ୍ତ୍ରୀକରଣ, ପରମାଣୁ ପରୀକ୍ଷା କିମ୍ବା ରାଷ୍ଟ୍ରପତି ନିର୍ବାଚନ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉପରୋକ୍ତ ଶ୍ରୋତା ଦୁହିଁଙ୍କର ଯେ କୌଣସି ଆଗ୍ରହ ନଥିଲା ସେ ନେଇ ମନ୍ମଥ କୁମାର ନିଶ୍ଚିତ ଥିଲେ। ଶେଷକୁ ସ୍ଥିର କରିନେଲେ ଯେ ସମସ୍ତଙ୍କୁ ଚମକେଇ ଦେଇ ସେ ମ୍ୟୁନିସିପାଲିଟି ନିର୍ବାଚନରେ ପ୍ରାର୍ଥୀ ହୋଇଯିବେ। ଶାସକ ଦଳ କିମ୍ବା ମୁଖ୍ୟ ବିରୋଧୀ ଦଳ କେହି ତାଙ୍କୁ ପ୍ରାର୍ଥୀ ଭାବେ ବରଣ କରିବାକୁ ଆଗେଇ ଆସୁ ନଥିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହେବାକୁ ସ୍ଥିର କରୁଥିଲେ। ମନ୍ମଥ ବାବୁ ଏକଥା ମଧ୍ୟ ଚିନ୍ତା କରୁଥିଲେ ଯେ, ସରକାର ତାଙ୍କୁ କିଛି ଗୋଟାଏ ଗୁରୁତ୍ୱପୂର୍ଣ୍ଣ ପଦପଦବି ଯାଚିବା ନିହାତି ସାଧାରଣ କଥା ହୋଇଥାନ୍ତା। ତାଙ୍କର ଅର୍ଥରେ ପ୍ରୟୋଜନ ନଥିଲା, କାରଣ ବ୍ୟାଙ୍କରେ ପ୍ରଚୁର ଟଙ୍କା ଥିଲା ଏବଂ ପିଲାମାନେ ମଧ୍ୟ ସ୍ୱଚ୍ଛଳ ଅବସ୍ଥାରେ ଥିଲେ। ମାତ୍ର, ତାଙ୍କର ବ୍ୟକ୍ତିତ୍ୱ ଯୋଉ ପରିମାଣରେ ଯଶ ଲାଭ କରିବା କଥା ତାହା ପାଇନଥିବା ସେ ବରାବର ଉପଲବ୍ଧି କରୁଥିଲେ। ସେ ସ୍ଥିରନିଶ୍ଚିତ ଥିଲେ ଯେ ତାଙ୍କ ପରି ଯୋଗ୍ୟ ପ୍ରାର୍ଥୀ ଯଦି ନିର୍ବାଚନରେ ଛିଡ଼ା ହୁଏ, ତାହାହେଲେ ସହସ୍ରାଧିକ ଭୋଟ ବ୍ୟବଧାନରେ ନିଶ୍ଚିତ ଜିଣିବେ। ସେତେବେଳେ ସରକାରୀ ଏବଂ ବିରୋଧୀ ଉଭୟ ଦଳ ସେମାନଙ୍କର ଭୁଲ ବୁଝି ପାରିବେ।ଦିନେ ମନ୍ମଥବାବୁ ବନମାଳୀର ଧୋତି, ଫତେଇ ଓ ଗାମୁଛା ପିନ୍ଧି ପ୍ରାତଃଭ୍ରମଣରେ ବାହାରିପଡ଼ିଲେ। ଟାଇଗରକୁ ସାଙ୍ଗରେ ନେଲେ ନାହିଁ। ତାଙ୍କ ସଂପର୍କରେ ଲୋକମାନଙ୍କ ଧାରଣା କଣ ସେ ନେଇ ଯଦିଓ ତାଙ୍କର ସନ୍ଦେହ ନ ଥିଲା ତଥାପି ଆଉଥରେ ନିଶ୍ଚିତ ହେବା ପାଇଁ ସେ ବ୍ୟସ୍ତ ହୋଇପଡ଼ୁଥିଲେ। ଅନେକ ଦିନ ହେଲା ବାଳରେ ରଙ୍ଗ ଲାଗି ନଥିବାରୁ ମୁଣ୍ଡବାଳ କହରା ଦିଶୁଥିଲା। ନକଲି ଦାନ୍ତ ଭାଡ଼ିକ ବି ସେ ଜାଣି ଜାଣି ଗିଲାସ ଭିତରେ ରଖି ଦେଇଥିଲେ। ଏବେ ସେ ସଂପୂର୍ଣ୍ଣ ଅଲଗା ଦିଶୁଥିଲେ। ଆଇନା ସାମ୍ନାରେ ଛିଡ଼ାହୋଇ ମନ୍ମଥବାବୁ ଚମକିପଡ଼ିଲେ। ଆଶ୍ଚର୍ଯ୍ୟ, ନିଜେ ମଧ୍ୟ ନିଜକୁ ଚିହ୍ନି ପାରୁନାହାନ୍ତି! ସେ ଘରୁ ବାହାରି ପଡ଼ିଲେ। ଘରଠାରୁ କିଛିବାଟ ଗଲା ପରେ ପଡ଼େ ଗୋଟେ ପାନ ଦୋକାନ।